ସମସ୍ତେ ଲଙ୍ଗଳା, ସମସ୍ତଙ୍କ ବାଳ ମୁକୁଳା; ଆଖିରେ ନିଆଁ ଜଳୁଥାଏ। ସେତେବେଳେ ତାଙ୍କ ଆଗରେ ଯିଏ ପଡ଼ିବ, ତା'ର ରକ୍ଷା ନାହିଁ। ମୁକୁନ୍ଦା ସେମିତିଆ ଗୁଣିଆ ବୋଲି ବର୍ତ୍ତି ଆସିଲା। ସୀତା ଭାଉଜର ସଫେଇ ଶୁଣି ନିଶ୍ୱାସ କରିବାକୁ ଆଉ କାହାରି ଧୈର୍ଯ୍ୟ ନଥିଲା। ସେ ବି ନଥିଲା କୌଣସି ସଫେଇ ଦେଲାଭଳି ସୁସ୍ଥ ସ୍ୱାଭାବିକ ଅବସ୍ଥାରେ। ସୁଅ ମୁହଁରେ କାଠି ଖଣ୍ଡେ ଭଳି ବିଚାରୀ ଅପବାଦ ଗଞ୍ଜଣା ନିର୍ଯ୍ୟାତନା ସୁଅରେ ଭାସି ଚାଲିଥିଲା ଏକ ନିଶ୍ଚିତ ଭଉଁରୀ ଭିତରକୁ। ମୀନକେତନ ଭଲା ସେତେବେଳେ ଗାଁରେ ଥାଆନ୍ତା ଆଉ କେହି ଡାଆଣୀର ଛାଇ ନ ମାଡ଼ିଲେ ବି ସେ ସୀତା ଭାଉଜର ମୁଣ୍ଡଟିକି ଛାତି ଉପରେ ଯାକି ଧରି ଲୁହ ପୋଛି ଦେଇ ଥାଆନ୍ତା। ପୁଣିଥରେ ବୁଝାଇ କହିଥାନ୍ତା–ଭାଉଜ, ତୁମେ ମିଛ ଦୁର୍ନାମରେ ବିଶ୍ୱାସ କରନା। ତମ ଜିଭ ମଝିରେ ଆଦୌ କଳା ଚିହ୍ନ କାହିଁକି; ତମେ ଡାହାଣୀ ନୁହଁ। ମୀନକେତନ ଜାଣିଥିଲା, ସବୁ ଦୁର୍ଭାଗ୍ୟ ସବୁ ଅପବାଦ, କୁତ୍ସା ଅନର୍ଥର ମୂଳ କାରଣ ରୂପର ଅତୁଳନୀୟ ଐଶ୍ୱର୍ଯ୍ୟ ଛଡ଼ା ଆଉ କିଛି ନୁହେଁ। ଏତେ ଅନାଦର ଅଣହେଳା ଭିତରେ ଅଲୋଡ଼ା ବଣଫୁଲର ସୁଷମାଭଳି ସୀତା ଭାଉଜର କ୍ରାନ୍ତି ତଥାପି ଝଟକି ଉଠୁଛି। ପିତୃ ମାତୃହୀନା ପଡ଼ୋଶୀଙ୍କ ଦୟାରେ ବଞ୍ଚି ରହିଥିବା ସୀତା ଭାଉଜ ରୂପର ଐଶ୍ୱର୍ଯ୍ୟ ଯୋଗୁ ହିଁ ଉପଭାଇର ହାତ ଧରିଥିଲା। ସେଇ ଯୋଡ଼ି ଭାଙ୍ଗି ଯାଉଛି କେବଳ ସେଇ ନିଆଁ ରୂପ ଯୋଗୁ। ଖାଲି ତ ସେତିକି ନୁହେ।। ତାକୁ ପୋଛି ଦେଲେ ସେ ଲିଭେ ନାହିଁ। କାନରେ ହାତ ଦେଲେ ସେ ମନ ଭିତରେ ବାଜୁଥାଏ, କେଉଁ କରୁଣ କଇଁ କଇଁ ଅବରୁଦ୍ଧ କାନ୍ଦଣା ଭଳି। ସେ ଯେତେ ମନକୁ ବୁଝାଏ ବହିଗଲା ପାଣିସୁଅ ଆଉ ଉଜାଣି ଗଡ଼ିବ ନାହିଁ! ହଜିଗଲା ଦିନର କାହାଣୀ ଆଉ କେବେ ବି ସାକାର ହେବନାହିଁ। ମନ ସେତେ ବେଣୀ ଝଗଡ଼ି ହୁଏ। ପ୍ରଶ୍ନ କରେ କାହିଁକି ନୁହେଁ? କିଏ ଦେବ ୟା'ର ଉତ୍ତର? କିଏ ନାରୀକି ଫୁଲ ସହିତ ତୁଳନା କଲା, ତୁଳନା କଲା ମାଟିର ପାତ୍ର ସହିତ। ଥରେ ଅପବିତ୍ର ହେଲେ, ଆଉ ସେ ପବିତ୍ର, ନିର୍ମଳ, ଶୁଦ୍ଧ, ସ୍ୱଚ୍ଛ ହୋଇ ପାରିବ ନାହିଁ ବୋଲି। କିଏ ବିଧାନ ଗଡ଼ି ଦେଇଗଲା! ସେ କଥା ଲକ୍ଷହୀରା ଜାଣେ ନାହିଁ। କିନ୍ତୁ ସେ ଏତିକି ଜାଣେ, ଏ ମଣିଷ ହୃଦୟର ପ୍ରତିଧ୍ୱନି ନୁହେଁ! ମଣିଷର ଅନ୍ତରାତ୍ମା ମଧ୍ୟ ଏ ବିଧାନକୁ ମାନି ନେଇ ପାରେନା। ଆଗେ କରୁ ସେ ମଣିଷ। ପଛରେ ତା'ର ଲିଙ୍ଗ ଭେଦର ବିଚାର! ପରେ ସେ ନାରୀ। ମଣିଷ ତ ଭୁଲ୍ କରେ? ଝୁଣ୍ଟି ପଡ଼ି ଉଠେ! ଠକି କରି ଶିଖେ! ଭୁଲ୍କୁ ସୁଧାରି ନିଏ। ଏମିତି ବହି ଚାଲିଥାଏ ଜୀବନର ପ୍ରବାହ ଜନ୍ମ ମୃତ୍ୟୁର, ଦେଖା ଅଦେଖା, ସମତଳ ବନ୍ଧର ପଥ ବାହି ବାହି। ଯେଉଁମାନେ ତାକୁ ଅସତୀ କରି ଅଇଁଠା କରି, କୁଳଟାର ଅପବାଦ ତା' ମୁଣ୍ଡରେ ଲଦିଦେଇ ଉଚ୍ଛିଷ୍ଟର ଅବଶେଷ ବୋଲି ଏ ଆବର୍ଜନା ଭିତରକୁ ଫୋପାଡ଼ି ଦେଲେ, ଯେଉଁମାନେ ଏବେ ବି ପ୍ରେତଭଳି ତା' ଦେହରୁ ରକ୍ତ ଶୋଷୁଛନ୍ତି। ପିଶାଚ ଭଳି, ପ୍ରତି ରାତିରେ ମାଡ଼ିବସି, ତାକୁ କେଣ୍ଟା କେଣ୍ଟା କରି କେଳେଇ ଖାଉଛନ୍ତି, ସେମାନେ ସମସ୍ତେ ପୁଣ୍ୟବାନ୍ ସାଧୁ ପୁରୁଷ! ସମାଜର ସୁଧାର ସୁନାପୁଅ। ଲକ୍ଷ ହୀରାର ନୀଳ ନଳୀନ ନୟନ କ୍ଷଣକେ ଯବାରକ୍ତ